ସେପରି ଝଡ଼ ଓଡ଼ିଶାରେ ହେଲେ ଓଡ଼ିଶା ବୋଧହୁଏ ସମ୍ଭାଳି ପାରିବନାହିଁ। ଏଣୁ ଲଘୁଚାପ ଯେପରି ନ ଘଟେ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ହେବ। ମଙ୍ଗଳବାର କେନ୍ଦ୍ର ଓ ପ୍ରଦେଶ ଗତ ସାଧାରଣ ନିର୍ବାଚନ ପରେ ଯେତେବେଳେ ଅନେକ ପ୍ରଦେଶରେ ଅଣକଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହୋଇଗଲା ଓ କେନ୍ଦ୍ରରେ କଂଗ୍ରେସ ମନ୍ତ୍ରିମଣ୍ଡଳ ରହିଲା, ସେତେବେଳେ ରାଜନୀତି-ବିଜ୍ଞାନ ବିଶାରଦମାନେ ଗବେଷଣା କରିବାରେ ଲାଗିଲେ କେନ୍ଦ୍ର ଓ ପ୍ରଦେଶ ମଧ୍ୟରେ ସମ୍ବନ୍ଧ କିପରି କଅଣ ହେବ। ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶରେ ସବୁବେଳେ ବିଦେଶୀ ଛାଞ୍ଚକୁ ଆଖିଆଗରେ ରଖି ସବୁ କଥା ବିଚାର କରନ୍ତି। ଆମେରିକାରେ କେନ୍ଦ୍ର ଓ ପ୍ରଦେଶ ସମ୍ବନ୍ଧ ଘେନି ସମସ୍ୟା ଉପୁଜିଥିଲା। ତେଣୁ ସେହି ସମସ୍ୟା ଭାରତରେ ଉପୁଜିବ ବୋଲି ଚିନ୍ତା କରାହେଲା; ମାତ୍ର ସେ ଗବେଷଣା ଶେଷ ନ ହେଉଣୁ, କେନ୍ଦ୍ରରେ ଶାସକ ଦଳ ମଧ୍ୟରେ ବିଭେଦ ଘଟିବାରୁ କେନ୍ଦ୍ର ଶାସନ ମଧ୍ୟ ଅନ୍ୟ ଅନେକ ଦଳର ସମର୍ଥନ ଉପରେ ଆଜି ନିର୍ଭର କରୁଛି। ଏଣୁ କେନ୍ଦ୍ର-ପ୍ରଦେଶ ସମ୍ବନ୍ଧ ସମସ୍ୟା ଭିନ୍ନ ଆକାରରେ ଧାରଣ କରିଛି। ପ୍ରତ୍ୟେକ ଦେଶରେ ନିଜ ନିଜର ସ୍ଥିତି ଘେନି ସମସ୍ୟାମାନ ଉଦ୍ଭବ ହୋଇଛି ଓ ପ୍ରତ୍ୟେକ ସମସ୍ୟାର ସମାଧାନ ଦେଶ ବିଦେଶର ସ୍ଥିତିକୁ ବିଚାର କରି ଖୋଜିବାକୁ ହେବ। ଭାରତୀୟ ସ୍ଥିତିରେ ମିଳିତ ମନ୍ତ୍ରିମଣ୍ଡଳ ସାଧାରଣ ଭାବରେ ଗୃହୀତ ହୋଇଗଲାଣି। ଯେତେ ଚେଷ୍ଟା କଲେ ମଧ୍ୟ ଇଂଲଣ୍ଡ ଆମେରିକା ପରି ଦୁଇ ବା ତିନି ଦଳ ଭାରତରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନ ରହି ବହୁ ଦଳ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ରହିବେ। ଏଥିରେ ଯେ ଗଣତନ୍ତ୍ର ପଦ୍ଧତି ପ୍ରତି ଆଞ୍ଚ ଆସିବ, ତାହା ମଧ୍ୟ ନୁହେଁ। କ୍ରମେ ବହୁ ଦଳ ମିଶି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଭିତ୍ତିକରି ଶାସନ ପରିଚାଳନା କରିବେ। ଆଉ ମଧ୍ୟ ଦେଖାଯାଉଛି, ଭାରତୀୟ ସ୍ଥିତିରେ କୌଣସି ଏକ ଦଳ ସୁଦୃଢ଼ ସର୍ବଭାରତୀୟ ଦଳ ହୋଇପାରିବାର ସମ୍ଭାବନା ନାହିଁ। କଂଗ୍ରେସ ଏକ ସମୟରେ ଯେଉଁ ଆଧିପତ୍ୟ ବିସ୍ତାର କରିଥିଲା, ତାହା ସେହି କଂଗ୍ରେସରେ ଶେଷ ହୋଇଛି ଓ ଆସନ୍ତା ବହୁବର୍ଷ ଭିତରେ ସେପରି କଂଗ୍ରେସ ବା ଅନ୍ୟ କୌଣସି ଦଳ ଭାରତବ୍ୟାପୀ ଆଧିପତ୍ୟ ବିସ୍ତାର କରିପାରିବ ନାହିଁ ବୋଲି ମନେହୁଏ। ସବୁଦଳ କ୍ରମେ ପ୍ରାଦେଶିକ ଆଧିପତ୍ୟ ପାଇଁ ଲାଗିପଡ଼ୁଛନ୍ତି। ଏଣୁ ପ୍ରଦେଶମାନଙ୍କ ଭିତରେ ସମନ୍ୱୟ ଆଣିପାରିବା ଭଳି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ଗଠିତ ହେବ। ପଳରେ ପ୍ରଦେଶର ଶକ୍ତି ବଢ଼ୁଛି ଓ କେନ୍ଦ୍ରର ଶକ୍ତି ହ୍ରାସ ଲାଭକରୁଛି। ଏଥିରେ ଯେ ପ୍ରଚଳିତ ଶାସନ ବିଧାନ ବା ଗଣତନ୍ତ୍ର ପଦ୍ଧତିରେ କିଛି ଆଞ୍ଚ ଆସିବ ତାହା ନୁହେଁ। ପଶ୍ଚିମବଙ୍ଗରେ ବାମପନ୍ଥୀ କମ୍ୟୁନିଷ୍ଟ ଦଳର ସ୍ୱାର୍ଥ ବିରୁଦ୍ଧରେ କେନ୍ଦ୍ର ଶାସନ ଯେଉଁ ପଦକ୍ଷେପ ନେଲେ, ସେଥିରେ ପାର୍ଲାମେଣ୍ଟରେ ବାମପନ୍ଥୀ କମ୍ୟୁନିଷ୍ଟ ଦଳ ଯେ ଉତ୍କ୍ଷିପ୍ତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଅଭିଯାନ ଆରମ୍ଭ କଲେ, ତାହା ନୁହେଁ। ଓଡ଼ିଶାରେ ସ୍ୱତନ୍ତ୍ର ଦଳ ଶାସନରେ ଅଛି; ଅଥଚ କେନ୍ଦ୍ରରେ ସ୍ୱତନ୍ତ୍ର ଦଳ ସେଠା ମନ୍ତ୍ରିମଣ୍ଡଳ ବିରୋଧୀ, ଏଥିପାଇଁ ଯେ କେନ୍ଦ୍ର ଓଡ଼ିଶାରେ କିଛି ବାଧା ଜନ୍ମାଉଛି ତାହା ନୁହେଁ। ଯେପରି ଭାରତୀୟ ରାଜନୀତି ଆକାର ଧାରଣ କରୁଛି, ସେଥିରେ ପ୍ରତ୍ୟେକ ରାଜନୈତିକ ଦଳ ମୁଖ୍ୟତଃ ପ୍ରାଦେଶିକ ଓ ଗୌଣତଃ ଭାରତୀୟ ହେବାକୁ ଯାଉଛି। ନୂଆ କଂଗ୍ରେସ ଓଡ଼ିଶାରେ ସ୍ୱତନ୍ତ୍ରଦଳ ବିରୋଧୀ ମାତ୍ର ଗୁଜୁରାଟରେ ଏହା ସ୍ୱତନ୍ତ୍ର ଦଳର ସମର୍ଥକ। ଏହିପରି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ନୀତି ଧରି